ବିଜୟୋଲ୍ଲାସରେ ନାଚିନାଚି ସେ ତିନି ଜଣ ଆସି ମ୍ୟାକ୍ଜିଣ୍ଟି ହୋଟେଲରେ ପହଞ୍ଚିଲେ-। ସେତେବେଳେ ମ୍ୟାକ୍ଜିଣ୍ଟି ତାର ବିଶ୍ୱସ୍ତ ଅନୁଚରମାନଙ୍କ ସହ ତାଙ୍କର ଅପେକ୍ଷାରେ ଚାହିଁ ବସିଥିଲା। କାର୍ଯ୍ୟ ହାସଲ କରି ଫେରି ଆସିବାର ଦେଖି ସେ ଆନନ୍ଦବିଭୋର ମ୍ୟାକ୍ମାର୍ଡ଼ୋକୁ କୁଣ୍ଢାଇ ପକାଇ ଛାତିରେ ଜାକିଧରିଲା। ପ୍ରଫୁଲ୍ଲସ୍ୱରରେ କହି ଉଠିଲା, ''ସାବାସ୍ ବନ୍ଧୁ। ମୋର ଏ ଆସନ ତୁମରି ପାଇଁ। ମୋ ପରେ ତୁମେ ହିଁ କେବଳ ଏ ଦଳର ସର୍ଦ୍ଦାର ହେବା ଉପଯୁକ୍ତ-। '' କିନ୍ତୁ ପର ଦିନ ଖବର ମିଳିଲା ଯେ ଚେଷ୍ଟରଙ୍କ ଘରେ ସେଦିନ ଜନପ୍ରାଣୀ ନ ଥିଲେ। ଦୈବ ଦୁର୍ଯୋଗ ବା ସୁଯୋଗରୁ ସେଦିନ ସକାଳେ ପିଲାକବିଲା ଧରି ସହର ମଧ୍ୟକୁ ସେ ଚାଲି ଯାଇଥିଲେ। ମ୍ୟାକ୍ମାର୍ଡ଼ୋ ଏହା ଶୁଣି କ୍ଷୁବ୍ଧ ଓ ଆକ୍ରୋଶର ସହ ଓଠକୁ ଦାନ୍ତରେ କାମୁଡ଼ି କହିଉଠିଲା, ''ସେ କେଉଁ ଯମପୂରକୁ ଯିବ? ଯେଉଁଠାକୁ ଯାଉ ନା କାହିଁକି, ତାକୁ ଖୋଜି ମୁଁ ନିଶ୍ଚୟ ବାହାର କରିବି। '' ବିଫଳକାମ ହୋଇଥିବାରୁ ଦଳମଧ୍ୟରେ ମ୍ୟାକ୍ମାର୍ଡ଼ୋ ସବୁଠାରୁ ବେଶୀ ଦୁଃଖିତ ହୋଇଥିଲା। ଏହି ଘଟଣା ପରେ ଆଉ କେତେ ମାସ କଟିଗଲା। ମ୍ୟାକ୍ମାର୍ଡ଼ୋ ବର୍ତ୍ତମାନ କ୍ଳବର ଜଣେ ବିଶିଷ୍ଟ ଅଫିସର, ସର୍ଦ୍ଦାରର ପ୍ରଧାନ ବିଶ୍ୱସ୍ତ ପରାମର୍ଶଦାତା। କ୍ଳବର ଅନ୍ୟ ସଭ୍ୟମାନେ ତାର ଉନ୍ନତିରେ ଈର୍ଷାନ୍ୱିତ। ମ୍ୟାକ୍ଜିଣ୍ଟିର ଅନୁସ୍ଥିତିରେ ସେ ଏବେ ସର୍ଦ୍ଦାରର କାର୍ଯ୍ୟ ପରିଚାଳନା କରେ; ସମସ୍ତଙ୍କୁ ପରାମର୍ଶ ଦିଏ। ଏହି ସୁଯୋଗରେ ଅଳ୍ପ ସମୟ ଭିତରେ କେବଳ ଯମଦୂତ ଦଳ ନୁହେ, ପାଖଆଖ ଅନ୍ୟାନ୍ୟ ଶାଖାର ମଧ୍ୟ ସେ ଜଣେ ହର୍ତ୍ତାକର୍ତ୍ତା ହୋଇଉଠିଲା। ଏହି ସମୟରେ ଦିନେ କମ୍ରେଡ଼ ମରିସ ମ୍ୟାକ୍ମାର୍ଡ଼ୋକୁ ଗୋପନୀୟ ସ୍ଥାନକୁ ଡାକିନେଇ ଆତଙ୍କିତ ଚିତ୍ତରେ କହିଲା, ''କ୍ଳବ୍ର ସର୍ବନାଶ ହେବାକୁ ବସିଲାଣି। '' ''କାହିଁକି? କଅଣ ହେଲା କି? '' –ମ୍ୟାକ୍ମାର୍ଡ଼ୋ ଆଶ୍ଚର୍ଯ୍ୟ ହୋଇଯାଇ ପଚାରିଲା। ''ମୁଁ ଗୋଟିଏ ଗୁରୁତର ସମ୍ବାଦ ତୁମକୁ ଦେବି। ତୁମେ କିନ୍ତୁ ପଚାରିବ ନାହିଁ ଯେ, ମୁଁ ଏ ସମ୍ବାଦ କେଉଁଠାରୁ ପାଇଲି। ପଚାରିବ ନାହିଁ ତ? ନିୟମ କର। '' ''ନିୟମ କରୁଚି–ପଚାରିବି ନାହିଁ। '' ''ଆଉ ଏଥରକ ତ୍ରାହି ନାହିଁ। ଏଠାକାର ସବୁ ବଡ଼ବଡ଼ ବ୍ୟବସାୟୀ ଧନୀ ଲୋକେ ମିଳି ଆମେରିକାର ଶ୍ରେଷ୍ଠ ଗୋଏନ୍ଦା ବର୍ଡ଼ି ଏଡ଼୍ଓ୍ୟାର୍ଡ଼କୁ ଏଠାକୁ କୁଆଡ଼େ ଅଣାଇଅଛନ୍ତି। ଆଉ ମଧ୍ୟ ମୁଁ ଶୁଣିପାରୁଚି, ବର୍ଡ଼ି ଏଡ଼ଓ୍ୟାର୍ଡ଼ ଏହି ସହରରେ ଛଦ୍ମବେଶରେ ବୁଲୁଅଛି। '' ଏହା ଶୁଣି ମ୍ୟାକ୍ମାର୍ଡ଼ୋ ହସିଉଠିଲା। କହିଲା, ''ଆମେ ଯଦି ବର୍ଡ଼ି ଏଡ଼ଓ୍ୟାଡ଼କୁ ଏଠାକୁ ଟାଣିଆଣି ପାରିଥାଇଁ, ତା ହେଲେ ବୁଝିବାକୁ ହେବ ଯେ, ପ୍ରକୃତରେ ଆମର ଶକ୍ତି ଯଥେଷ୍ଟ-। ମୁଁ ବହୁ ଦିନ ହେଲା ସେ ଲୋକଟାର ନାମ, ତାର ଅଲୌକିକ ସାହସ ଓ ଅଦ୍ଭୁତ କାର୍ଯ୍ୟକଳାପ କଥା ଶୁଣି ଆସୁଅଛି। ଏଇଥରକ ତା ସହିତ ଟିକିଏ ଛକାପଂଝା ଖେଳ ହାତାହାତି ଲାଗିଯିବି-ଏ ତ ଆନନ୍ଦର କଥା। ଏଥିରେ ତୁମେ ଏପରି ଦବିଯାଉଛ କାହିଁକି? ମୋର ମନେ ହେଉଚି, ମୁଁ ଯେପରି ସେ ଲୋକଟାକୁ ଦେଖିଛି। ତୁମେ କଅଣ ତାକୁ ଦେଖିଅଛ? '' ''ମୋର ଦୁଇ ତିନି ଜଣଙ୍କୁ ଯାହା ସନ୍ଦେହ ହେଉଅଛି। '' ''ସନ୍ଦେହ ନୁହେ; ମୁଁ ତାକୁ ସ୍ପଷ୍ଟ ଦେଖିଛି—ଏଇ ଯେପରି ତୁମେ ଆଗରେ ଠିଆ ହୋଇଅଛ, ଠିକ୍ ସେହିପରି। ତା ସହିତ କଥାବାର୍ତ୍ତା ମଧ୍ୟ କରିଅଛି। ମାତ୍ର ସେତେବେଳେ ମୋ ମନରେ ଏପରି କିଛି ସନ୍ଦେହ ନ ଥିଲା। ତେଣୁ ଲୋକଟାର କଥାକୁ ଭ୍ରୂକ୍ଷେପ